ପାଇବେ ଓ ନିଶ୍ଚିତ ଭାବରେ ପାଇବେ। କାରଣ ଏହି ପୁରସ୍କାର ଆଞ୍ଚଳିକ ଭିତ୍ତିରେ ଓ ରାଜନୈତିକ କାରଣରୁ ଦିଆଯାଉଛି। କେହି ନିର୍ଭୀକ ସ୍ପଷ୍ଟବାଦୀ ସାହିତ୍ୟିକ ଏହି ପୁରସ୍କାର ପାଇବାର ଯୋଗ୍ୟତା ପାଇବେ ନାହିଁ। ଯିଏ ପାଇବେ ସେତକ ପାଇବେ କେତେକ ବିଶେଷ କାରଣରୁ। ଓଡ଼ିଶାରେ ଓଡ଼ିଆ ପ୍ରୀତି ଆଉ ଚାକିରି ବା ସମ୍ମାନ ସ୍ତରରେ ନାହିଁ। ଛତିଶି ମସିହାରେ ଓଡ଼ିଶାରେ ଆନନ୍ଦ ହେଉଥିଲା ଯେ ଓଡ଼ିଆ ଲୋକ ଅମୁକ ମୁକ ବଡ଼ ଚାକିରୀକୁ ଗଲେ। ଓଡ଼ିଆ ଲୋକ ଅମୁକ ଅମୁକ ସମ୍ମାନ ପାଇଲେ। ଶେଷରେ କ'ଣ ହେଲା? ଓଡ଼ିଆ ବାନାଧରି ଯିଏ ଗଲେ ସେହିମାନେ ହେଇଗଲେ ଓଡ଼ିଶାର ଶତ୍ରୁ। ଆଉ ହେଲେ ନିଜର ପ୍ରଧାନ ବନ୍ଧୁ-ମିତ୍ର-ଦୋସ୍ତ। ଉନ୍ନତି ଓଡ଼ିଶାର ଯେତିକି ହେଲା ତହିଁରୁ ଅଧିକ ହେଲା ଏହି ଓଡ଼ିଆ-ଭେକାଙ୍କର। ଉଦାହରଣ ଦରକାର। ଛୋଟ ଡାକ୍ତର ଉଠି ଉଠି ବିଲାତ ଆମେରିକା ଗଲେ। ଛୋଟ ଓଭରସିଅର ଉଠି ଉଠି ବିଦେଶ ଗଲେ। ଛୋଟ ଦୋକାନୀ ସେମିତି ପୃଥିବୀ ବୁଲି ଆସିଲେ। ଶେଷକୁ ତାଙ୍କରି ଭାଉ ବଢ଼ିଲା। ଆଉ ସବୁ ପ୍ରକାରର ସୁଖ ସମୃଦ୍ଧି ତାଙ୍କରି ଘରେ ଠୁଳ ହେଲା-ତାକୁ ଅଳ୍ପ ବହୁତ କରି ଯୋଗାଇଲେ ଓଡ଼ିଆ ଭାଇ। ତେଣୁ ଓଡ଼ିଶାର ସ୍ଥାନୀୟ ମତ ସ୍ପଷ୍ଟ ଆଉ ବହୁତ ସ୍ପଷ୍ଟ ହୋଇ ବିଭିନ୍ନ ସାହିତ୍ୟସେବୀଙ୍କର କଲମରୁ ବାହାରିବା ଉଚିତ୍। ଏହି ସମୀକ୍ଷା ଭିତରେ ଯିଏ ପାର ହୋଇ ନିଜର ପ୍ରତିଭା ବଳରେ ଶ୍ରେଷ୍ଠ ବିବେଚିତ ହେବେ ତାଙ୍କର ପ୍ରତିଭା ପାଖରେ ଈଷାପ୍ରଣୋଦିତ ମତାମତ ମୂଲ୍ୟହୀନ। ତେଣୁ ଏଥିରେ ସାହିତ୍ୟର କ୍ଷତି କ'ଣ ଓ କିପରି ହେବ? ଯିଏ ଯାହା ଚାହିଁଲା ସେତକ ତାହାରି ପ୍ରକାରରେ ଲେଖୁଛି ଆଉ ଆମେ ପାଠକଙ୍କୁ ତାହାର ମୂଲ୍ୟାୟନ କରିବାକୁ କହୁଛି। ବହି ଛାପା ହୋଇ ଆମକୁ ବିକା ହେଉଛି। ଏଣେ ପୁଲିସ ସେହି ବହିକୁ ଅଶ୍ଳୀଳତା ବା ରାଷ୍ଟ୍ରଦ୍ରୋହ ବା ଅନ୍ୟ କାରଣରୁ ଗିରଫ କରି ନେଉଛି। ସେଥିରେ ଆମେ କ'ଣ ବା କରୁଛୁ? ଆମ ମତ ଓ ଆଇନ ଶାସନର ମତ ଭିତରେ ସମନ୍ୱୟ ନାହିଁ। ଏବେ ରାଷ୍ଟ୍ର ଚାହୁଁଛି ଯେ ବହିକୁ ବନ୍ଦ କରିବାଠାରୁ ବହିର ଲେଖକ ଯେପରି ଲେଖିବାକୁ ଆଗ୍ରହୀ ନ ହୁଏ-ତାହା ଆଉରି କାମ୍ୟ। ଓଡ଼ିଶାର ଓଡ଼ିଆ ମନ୍ତ୍ରୀମଣ୍ତଳ ଚାହୁଁଛି ଓଡ଼ିଆ ଲେଖକ ସେମାନଙ୍କର ଦାସାନୁଦାସ ମନକୁ ମନ ହୋଇଯାନ୍ତୁ। ଏମିତି କରିବା ଶାସନ ଦୃଷ୍ଟିରୁ ହୁଏ ତ ଭଲ-। କିନ୍ତୁ ସେଥିରେ ଆମେ ପାଠକ ଓ ଲେଖକମାନେ ସହଯୋଗ କରିବା କାହିଁକି? ଦିନଥିଲା ଯେତେବେଳେ ଆମେ ଓଡ଼ିଶାରେ ଓଡ଼ିଆ ପାଠ୍ୟପୁସ୍ତକରେ ଇଂଲଣ୍ତର ସମ୍ରାଟ୍ ଓ ସାମ୍ରାଜ୍ଞୀଙ୍କ ନାମରେ ଭକ୍ତିଫୁଲ ଲେଖି କୃତାର୍ଥ ହୋଇଥିଲୁ। ଆଜି ତାହା ବଦଳରେ ଭାରତରେ ବା ଓଡ଼ିଶାର ଶାସନ ମୁଖ୍ୟ ଅବା ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କର ବନ୍ଦନା କରି ମଧ୍ୟ ଧନ୍ୟ ହେବୁ। ସେହି ପଚାଶବର୍ଷ ଆଗର କଥା। ବିଦେଶୀ ରାଜାଙ୍କର ପ୍ରଶଂସା ଯେମିତି ଲେଖିବା ଥିଲା ସାହିତ୍ୟିକର କାମ, ଠିକ୍ ସେମିତି ବିଦେଶୀ ରାଜାଙ୍କର ନିନ୍ଦା କରି ଲେଖିବା ମଧ୍ୟ ଥିଲା ଆମର କାମ। ସାହିତ୍ୟ କହିଲେ ବୁଝାଏ ରାଜସେବା ଓ ରାଜନିନ୍ଦା। ସାହିତ୍ୟ କହିଲେ ବୁଝାଏ ଉଆଜିବ୍ କଥା ଆଉ ମନରଖା ଖୋସାମଦ୍। ସାହିତ୍ୟିକ କହିଲେ ବୁଝାଏ ଜେଲ କଏଦୀ ଆଉ ଶିରିପା ବନ୍ଧା ସାହିତ୍ୟ ବୀର। ଏମାନେ ସମସ୍ତେ ସାହିତ୍ୟର ଅଙ୍ଗ। ଏମାନେ ନ ଥିଲେ ସାହିତ୍ୟ ଅଚଳ। ଆଉ ସାହିତ୍ୟ ସ୍ଥିର ଓ ଅଚଞ୍ଚଳ ପୋଖରୀ ହେଇଗଲେ ସମାଜ